କିନ୍ତୁ ବଢ଼ିପାଣି ଆଜି ଘର ଘର ଭିତରେ ବ୍ୟବଧାନ ସୃଷ୍ଟି କରିଚି। ଆଜି, ତାକୁ ମା' ଖେଳିବାକୁ ଯାଚିହେଇ କି ପଠେଇଲେ ବି ସେ ବଢ଼ିପାଣିକୁ କିମ୍ବା ଟୁନୀ ଘରକୁ ଏକା ଏକା ଯିବ ନାଇଁ। ଟିକିଏ ଦୂରରେ ଜାମୁକୋଳି ଗଛ। ସେ ଗଛରୁ ଟପ୍ କରି କୋଳିଟାଏ ଖସିଲେ ସୁମି ଦଉଡ଼ି ଯାଇ ମାଡ଼ି ବସେ; ସେ ପାଖରୁ ବି ଦଉଡ଼ି ଆସେ ଟୁନୀ। ସୁମି କହେ ମୁଁ ଆଗ, ଟୁନୀ କହେ ମୁଁ। ବେଳେବେଳେ ଦୁହେଁ ଏପରି ସାନ ସାନ କଥାରେ କଳି କରନ୍ତି। ସୁମିର ମନେଅଛି–ଥରେ ସେ ସାନ ନାଲି ଟୋକଲିଟିରେ ଜାମୁକୋଳି ପୂରେଇ ରଖିଥିଲା। ପାଣିରେ ଦୁଇଥର ଧୋଇ, ଲୁଣ ଗୋଳେଇ ଖରାରେ ଶୁଖେଇ ଘଣ୍ଟେ ପର୍ଯ୍ୟନ୍ତ ଥୟ ଧରିବସି ସବୁବେଳେ ପ୍ରାୟ ଲକ୍ଷ୍ୟ ରଖିଥାଏ ଶୁଖୁଥିବା କୋଳି ଉପରେ। କୋଳିଗୁଡାକ ବଡ଼ ବଡ଼ କଳା ମଚ ମଚ। ସୁମି ମା' ସ୍ଥିର ରହି ନପାରି ସୁମିକୁ ଲୁଚେଇ ଦୁଇ ଚାରିଟା ଚାଖି ଦିଅନ୍ତି।। କାରଣ ସୁମି ଜାଣିଲେ ହଇରାଣ କରିଦେବ। କି ମା'ଟେ ଲୋ, ଛୁଆଙ୍କ ଜିନିଷ ଉପରେ ଲୋଭ ରଖିଚି–ଏଇ ନିନ୍ଦାକୁ ସବୁ ମା'ଙ୍କର ଭୟ। ସୁମି ମା'ଙ୍କର ବି। ଯଥାର୍ଥ ମାତୃତ୍ୱର ପରିଚୟ ଦେବା ପାଇଁ ବେଳେବେଳେ ଅନେକ କିଛି ଲୁଚେଇବାକୁ ପଡ଼େ। ଯେମିତି ଏକୁଟିଆ ବେଳେ ଦୁଧ-ସର ଖିଆ କଥା, ଜାମୁକୋଳି ଖିଆ କଥା ସୁମି-ମା' ବହୁବାର ଲୁଚେଇ ଦେଇଚନ୍ତି। ଯେତେ ସାଙ୍ଗ ହେଉପଛେ ସୁମି କୋଳି କାହାରିକୁ ଦିଏ ନାହିଁ। କେତେ କଷ୍ଟ କରିଚି ସିଏ–ଅନ୍ୟଙ୍କୁ କାହିଁକି ଦେବ? ସେମାନେ ଖୁଣ୍ଟିଥିଲେ କି ତା' ଲାଗି? ସେ ଥରକ ଟୁନୀ ଆସି ସୁମି ଶୁଖେଇଥିବା ଜାମୁକୋଳି ଟକ୍ କରି ପାଟିରେ ଦୁଇଟା ପକେଇ ଦେଲା ସୁମି ନଥିଲା ବୋଲି। ସୁମି ଚିହ୍ନ ରଖି ଯାଇଥିଲା ବୋଲି ତା'ର ଧାରଣା ନଥିଲା। ତା' ମନେ ମନେ ଏତେଗୁଡ଼େ କୋଳି ଭିତରୁ ଦୁଇଟା ଗଲେ କ'ଣ ଜଣାପଡ଼ିବ। କିନ୍ତୁ ସୁମି ପହଞ୍ଚିଲା ବେଳକୁ ଟୁନୀ ପାଟିରୁ କୋଳି ସରି ନଥାଏ, ଜିଭ ବି ବାଇଗଣି ପଡ଼ିଯାଇଥାଏ। ତଳପାଟି ଚାଲିବାକୁ ବାଧ୍ୟ, କ'ଣ କରିବ? ସୁମି ସେଇଦିନ ଦେଇଥିଲା ଟୁନୀ ଗାଲକୁ ଦୁଇ ଖୁନ୍ଦା, 'ଭାରି ଖାଇଲାବାଲା, କରିଥିଲୁ କି ଲୋ, ପେଚୀ। ' ଟୁନୀ କାନ୍ଦି କାନ୍ଦି ଘରକୁ ଫେରିଗଲା। ଗଲାବେଳକୁ ସୁଲୁକା ପବନରେ ଖସିପଡ଼ିଥିଲା ଦୁଇଟା ଜାମୁକୋଳି ଗଛ ଅଗରୁ। ଟୁନୀ ଲୁହ ପୋଛି ଜାମୁକୋଳି ଖାଇ ଖାଇ ପଳେଇଥିଲା। ସେ ଥର ଟୁନୀ ସୁମି ସହିତ ଦୁଇଦିନ ଧରି କଥା କହି ନଥିଲା। ସେଇ ଜାମୁଗଛ ମୂଳେ ଏରେ ଅଥଳ ପାଣି। ଭଉଁରୀ ଖେଳୁଛି। କଳ କଳ ଶବ୍ଦ। ଟପ୍ ଟପ୍ କରି ଖସୁଚି ଜାମୁ। ବୁଡ଼ିଯାଇ ପୁଣି ଉଠୁଚନ୍ତି ଓ ଭାସି ଯାଉଛନ୍ତି। ସୁମି କିନ୍ତୁ ନିରୁପାୟ। ବାଁ ପଟ ବାଡ଼ିରେ ଖଜୁରୀକୋଳି ଗଛ। ଜ୍ୟେଷ୍ଠ ମାସରେ ଏଥର ଖୁବ୍ ମାଆଁସିଆ କୋଳି ଧରିଥିଲା। ଭାରି ମିଠା। ଗାଁଟା ଯାକର ଛୁଆଙ୍କ ପାଟି ସେଇଠିକି ଲୋଭେଇଥାଏ। ନ୍ୟାୟତଃ ସୁମି ଗଛର ମାଲିକାଣୀ। କାହାରିକୁ ଦେବାର କଥା ନୁହେଁ। ହେଲେ ଏଥର ହରିଜନ ସାଇ ଛୁଆମାନେ ଦି'ପହର ବେଳେ ଗଛ ହଲେଇ ନେଇଗଲେ। କେତେ ଜଗିବ ସୁମି? ଖାଲି ଜାଣିପାରି କାନ୍ଦିଲା ସିନା, କିନ୍ତୁ ବାପା କି ମା' କେହି ସହାନୁଭୂତି ଜଣେଇଲେ ନାହିଁ। ଗଛ ତା'ର ଭାରି ପ୍ରିୟ, କୋଳି ଦିଏ କିନା! ସେଇଟି ପିଠି ବଙ୍କେଇଲାଣି। ଆଉ ଟିକକରେ ଉପୁଡ଼ି ପଡ଼ିବ କି କ'ଣ? ରାମନନ୍ଦଙ୍କୁ ଅବସର ନାହିଁ। ଗୁହାଳରେ ଗୁହାଳେ ଗୋରୁ। ଚରିବାକୁ ଯାଇ ନାହାନ୍ତି। ଯାଆନ୍ତେ କୁଆଡ଼େ। ସବୁଆଡ଼େ ତ ପାଣି। ପ୍ରତିଦିନ ଯେ ଘାସ ଆଣିଦିଏ, ତା'ର ବି ସକାଳପହରୁ ଦେଖା ନାହିଁ। ସେ ବିଚରା ବା କରିବ କ'ଣ? ଘରେ ପାଣି। ତାହା ଜୀବନରେ ଥଳକୂଳ ବାରି ହେଉ ନଥିବ। ସତ କଥା, ମଣିଷ ଅସୁବିଧାରେ ପଡ଼ି କର୍ତ୍ତବ୍ୟ ଭୁଲିଥାଏ, ବିଶ୍ୱାସ ହରେଇଥାଏ। ସେମାନଙ୍କୁ କ୍ଷମା ଦେବାହିଁ ମାନବିକତାର ଲକ୍ଷଣ। ନନ୍ଦେ ମଣିଷ ସାଜି ଘାସବାଲାକୁ କ୍ଷମା ଦେଲେ। ସକାଳୁ ସକାଳୁ କୁରୁଚି ରାନ୍ଧି ଦେଇଥିଲେ ବି ଡେଙ୍ଗା ନାଲି ବଳଦଟା ଗୁହାଳଘରର ଛପରକୁ ହାତେ ଲମ୍ବର କାଳିଆ ଜିଭ ବଢ଼ଉଚି। ବେକରେ ପଘା ନଥିଲେ ପୂରା ଘରଟାକୁ ଓଲାରି ପକାନ୍ତା। ବିଡ଼େ ବିଡ଼େ ଛଣ ନ ପକେଇଲେ ସେ ଆଉ ଥୟ ହେବ ନାଇଁ।